ପ୍ରଥମରୁ ବିଶେଷ ନିର୍ଣ୍ଣୟାତ୍ମକ ପଦ୍ଧତି ଉପଯୋଗ କରାଯାଏ ନାହିଁ। ଚିନ୍ତାଜନକ ଲକ୍ଷଣ ଦେଖାଗଲେ ନିର୍ଣ୍ଣୟାତ୍ମକ ପ୍ରତିବିମ୍ବ ପରୀକ୍ଷାମାନ କରାଯାଏ। ଡାକ୍ତରୀ ପରାମର୍ଶ ନିମନ୍ତେ ଦ୍ୱିତୀୟ ସର୍ବାଧିକ କଟି ଯନ୍ତ୍ରଣା ରୋଗୀ ଆସନ୍ତି। ଯଦି ସାଧାରଣ ଉପଚାର ଦ୍ୱାରା ନ କମେ ଲକ୍ଷଣ ବୃଦ୍ଧି ହୁଏ ସ୍ନାୟୁଗତ ଲକ୍ଷଣ ନୂଆ କରି ବାହାରେ ଓ ଲାଲ ପତାକା ଚିହ୍ନ ଦେଖାଯାଏ ତାହାହେଲେ ଇମେଜିଙ୍ଗ ପରୀକ୍ଷା ନିରୀକ୍ଷା ଆବଶ୍ୟକ ହୁଏ। ତାହା ପୂର୍ବରୁ କିଛି ଶାରୀରିକ ପରୀକ୍ଷା କରାଯାଏ। ମେରୁ ଚକ୍ରିକା ହାର୍ନିଆ ଥିଲେ ଷ୍ଟ୍ରେଟ ଲେଗ ରେଜିଙ୍ଗ ଟେଷ୍ଟ ଦ୍ୱାରା ଜଣାଯାଏ। କର୍କଟ କଡା ଇକ୍ୱାନା ସିଣ୍ଡ୍ରୋମ ଓ ସଂକ୍ରମଣ ସନ୍ଦେହ କଲା ମାତ୍ରେ ଏମ ଆର ଆଇ ବା ସି ଟି ସ୍କାନ କରାଯାଏ। ସ୍ପାଇନାଲ ଷ୍ଟେନୋସିସ ରୋଗ ନିମନ୍ତେ ଏମ ଆର ଆଇ ବା ସି ଟି ସ୍କାନ କରାଯାଏ ଏମ ଆର ଆଇ ଅଧିକ ଭଲ। ମେରୁ ଅସ୍ଥିର ଉର୍ଦ୍ଧ୍ୱ ସ୍ଥାନରେ କ୍ରନିକ ଯନ୍ତ୍ରଣା ହେଉଥିଲେ ଲମ୍ବର ପ୍ରୋଭୋକେଟିଭ ଡିସ୍କୋଗ୍ରାଫି କରାଯାଏ। ନର୍ଭ କ୍ଲବ୍ ବ୍ଲକ ପରୀକ୍ଷା ଦ୍ୱାରା ନିର୍ଦ୍ଦିଷ୍ଟ ସ୍ନାୟୁ ଚାପଗ୍ରସ୍ତ ଅଛି କି ନାଇଁ ଜଣାଯାଏ। ରୁଟିନ ଇମେଜିଙ୍ଗ ଓ ଅପରେସନ ଦ୍ୱାରା ଚିକିତ୍ସା ଖର୍ଚ୍ଚ ବୃଦ୍ଧି ହୁଏ କିନ୍ତୁ କିଛି ଅଧିକ ଉପକାର ମିଳେ ନାହିଁ। ଏକ ପ୍ରତିଶତରୁ କମ ଇମେଜିଙ୍ଗ ଦ୍ୱାରା ରୋଗ କାରଣ ଚିହ୍ନାଯାଏ। ଇମେଜିଙ୍ଗ ଫଳରେ ବିପଦହୀନ କିଛି ରୋଗ ଚିହ୍ନା ପଡ଼ିଲେ ଅଯଥା ଖର୍ଚ୍ଚ ବଢ଼େ ଓ ରୋଗୀର ମାନସିକ ସ୍ଥିତି ଖରାପ ହୁଏ। ନିର୍ଦ୍ଦିଷ୍ଟ କେତେକ କାରଣକୁ ଛାଡ଼ିଦେଲେ ଏକ୍ସରେ ସିଟି ସ୍କାନ ଏମ ଆର ଆଇ ଇତ୍ୟାଦି ପ୍ରତିବିମ୍ବ ପରୀକ୍ଷା ସାଧାରଣ କଟି ବ୍ୟଥାରେ କରାଯାଏ ନାହିଁ। ବହୁତ ଦିନର ରୋଗ ହୋଇଥିଲେ ଏକ୍ସରେ ପରୀକ୍ଷା କଲେ ରୋଗୀ ସନ୍ତୋଷ ଲାଭ କରେ। ଉଲ୍ଲେଖଯୋଗ୍ୟ କଥା ଇମେଜ ପରୀକ୍ଷା ଦ୍ୱାରା ଅନେକ ସମୟରେ ରୋଗୀର ଲାଭ ଅପେକ୍ଷା କ୍ଷତି ବେଶୀ ହୋଇଥାଏ। କତିପୟ ଚିହ୍ନ ଓ ଲକ୍ଷଣମାନଙ୍କୁ ଲାଲ ପତାକା ନାମରେ ନାମିତ କରାଯାଇଛି। ଲାଲ ପତାକା ମାନେ ନୁହେଁ ଏହା ଏକ ଜଟିଳ ଅବସ୍ଥା। କିଛି ଉଲ୍ଲେଖନୀୟ ରୋଗ ନ ଥାଇପାରେ। ଲାଲ ପତାକା ଚିହ୍ନ ନ ଥାଇ ପ୍ରଥମ ଚାରି ସପ୍ତାହ ମଧ୍ୟ ପ୍ରତିବିମ୍ବ ପରୀକ୍ଷା ବିଶେଷ ଫଳପ୍ରଦ ହୁଏ ନାହିଁ। ପ୍ରଥମେ ସଦ୍ୟ ଉଲ୍ଲେଖଯୋଗ୍ୟ ଆଘାତ ଲଘୁ ଯନ୍ତ୍ରଣା ଯଦି ବୟସ ପଞ୍ଚ ପଞ୍ଚାଶରୁ ଉର୍ଦ୍ଧ୍ୱ ଅକାରଣ ଓଜନ ହ୍ରାସ ଅନିତାୟାତ୍ମକ ଜ୍ୱର ରୋଗ ନାଶ ସାମର୍ଥ୍ୟ କମ ଥିଲେ କର୍କଟ ପୁନା ପୁରାତନ ଓ ଅଧୁନା ଶିରା ଭିତରେ ଔଷଧ ବ୍ୟବହାର ହାତ ପାରୋସିସ ବା ରନ୍ଧ୍ରମୟ ଅସ୍ଥି ସୁଦୀର୍ଘ ଷ୍ଟିରଏଡ ବ୍ୟବହାର ବୟସ ସ୍ତରୀରୁ ଅଧିକ ସ୍ଥାନେ ସ୍ଥାନେ ସ୍ନାୟବିକ ଅଭାବ ଛଅ ସପ୍ତାହରୁ ଅଧିକ ସମୟରେ କଟି ଯନ୍ତ୍ରଣା ତଳେ କେତେକ ଲକ୍ଷଣ ସହ ରୋଗ ସମ୍ଭାବନା ଦିଆଗଲା। ଶାରୀରିକ ଅସୁସ୍ଥତା ଯୋଗୁଁ ଡାକ୍ତରଙ୍କ ପାଖକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରେ କଟି ଯନ୍ତ୍ରଣା ଭୋଗୁଥିବା ରୋଗୀଙ୍କ ସଂଖ୍ୟା ସର୍ବାଧିକ। କଟି ଯନ୍ତ୍ରଣାର କାରଣ ଜାଣିବା ନିମନ୍ତେ ଏକ୍ସରେ ସିଟି ସ୍କାନ ଓ ଏମ ଆର ଆଇ ଭଳି ପ୍ରତିବିମ୍ବ ପରୀକ୍ଷା କରିବା ନିମନ୍ତେ ଡାକ୍ତର ତଥା ରୋଗୀମାନଙ୍କର ଆଗ୍ରହ ଯୋଗୁଁ ନିର୍ଦ୍ଦେଶ ଦିଆଯାଏ କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏସବୁ ଅଦରକାରୀ। ପରୀକ୍ଷା କରନ୍ତୁ ବା ନ କରନ୍ତୁ ଅଧିକାଂଶ ବ୍ୟକ୍ତି ଏକ ମାସ ପରେ ଯନ୍ତ୍ରଣାରୁ ଉପଶମ ଲାଭ କରନ୍ତି। ପ୍ରତିବିମ୍ବ ଦ୍ୱାରା ପରୀକ୍ଷିତ ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ମାତ୍ର ଶତକଡ଼ା ଏକ ଭାଗରୁ କମ କ୍ଷେତ୍ରରେ କିଛି ରୋଗ ନିର୍ଣ୍ଣୟ କରାଯାଇଥାଏ। ପ୍ରତିବିମ୍ବ ପରୀକ୍ଷାର ବିଯୁକ୍ତାତ୍ମକ ଭାବ ପ୍ରଭାବ ନିମ୍ନରେ ପ୍ରଦତ୍ତ କରାଗଲା। ଅଧିକାଂଶ କ୍ଷେତ୍ରରେ କିଛି ସପ୍ତାହ ମଧ୍ୟରେ ରୋଗ ଉପଶମ ହେଉଥିବାରୁ ଡାକ୍ତରୀ ସଂସ୍ଥା ପ୍ରତିବିମ୍ବ ପରୀକ୍ଷା କରାଇବାରେ ଅନିଚ୍ଛା ପ୍ରକାଶ କରନ୍ତି। କିଛି ସାଧାରଣ ଔଷଧ ଶାରୀରିକ ମର୍ମ ତାପ ପ୍ରୟୋଗ ଓ ଡାକ୍ତର ପରାମର୍ଶକ୍ରମେ ରୋଗୀ କିଛି ସପ୍ତାହ ମଧ୍ୟରେ ଉପଶମ ଲାଭ କରିପାରିବେ। କିଛି ସପ୍ତାହର ସାଧାରଣ ଉପଚାର ପରେ ଉପଶମ ନ ହେଲେ ଡାକ୍ତର ପ୍ରତିବିମ୍ବ ପରୀକ୍ଷା ନିମନ୍ତେ ଉପଦେଶ ଦେଇପାରନ୍ତି। କଟି ଯନ୍ତ୍ରଣା ଓ ହେବା ନିମନ୍ତେ ଅତି ଉପାଦେୟ ପଦ୍ଧତି କିଛି ବେ ବାହାରି ନାହିଁ। ଏହା ନ ହେବା ନିମନ୍ତେ ବ୍ୟାୟାମ ଅତି ଉପାଦେୟ କିନ୍ତୁ ଏହା ତୀବ୍ର ଯନ୍ତ୍ରଣାଗ୍ରସ୍ତ ରୋଗୀଙ୍କ ନିମନ୍ତେ ନୁହେଁ। ଛଅ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ।